କ'ଣ ଦେଇ ଚର୍ଚ୍ଚା କରିବ ସେ ସେମାନଙ୍କର ଏଇ ଉତ୍ସବରେ ଚନ୍ଦ୍ରାବତୀକୁ ଦେଖାଇ ବନ୍ଧୁମାନଙ୍କ ଆଗରେ ବିବାହପାଇଁ ସୁପାରିଶ କରିଥାନ୍ତା ହେମକାନ୍ତ। କିନ୍ତୁ ହେଲା କ'ଣ? କାହିଁକି ଆସିଲାନି ଚନ୍ଦ୍ରାବତୀ ତେବେ କ'ଣ ହେମକାନ୍ତକୁ ଚନ୍ଦ୍ରାବତୀ ଭଲ ପାଏନି ଯଦି ଭଲ ପାଏ ତେବେ ଏ ଦାରୁଣ ଆଘାତ କାହିଁକି ଅସ୍ଥିର ହୋଇ ଘରଭିତରେ ପଦଚାରଣ କରୁ କରୁ ହେମକାନ୍ତ ଭାବୁଥିଲ ଆକାଶ ଆଉ ପାତାଳ। ପ୍ରତିହିଂସାର ବହ୍ନିରେ ଜଳି ଉଠୁଥିଲା ହେମକାନ୍ତ। ଚନ୍ଦ୍ରାବତୀ ନଷ୍ଟ୍ରା, ଚନ୍ଦ୍ରାବତୀ ପତୀତା। ତାକୁ ସାହାରା ଦେଇ ଭୁଲ୍ହୋଇଛି। ଯେଉଁ ଚଢ଼େଇ ଗଛରୁ ଗଛ ଉଡ଼ି ଶିଖିଲାଣି ତାକୁ ସୁନା ପିଞ୍ଜରାରେ ବାନ୍ଧି ରଖିବାକୁ ଚେଷ୍ଟା କରିବା ନିହାତି କଠିନ୍। ଏ ସୁନା ପିଞ୍ଜରାରୁ ଖସିଲେ ସେ କେବଳ ଉଡ଼ିଯିବ ସେହି ଗଛ ଡାଳକୁ। କଥାରେ କହନ୍ତି ଯିଏ ମାଗି ଖାଇଲାଣି ସେ ଲାଗି ଖାଇବନି। ପରମୁହୂର୍ତ୍ତରେ ପୁଣି ପ୍ରକୃତିସ୍ଥ ହେଲା ହେମକାନ୍ତ। ନାଁ ଚନ୍ଦ୍ରାବତୀ ଦରଦୀ ରୂପବତୀ ବାଳିକା, ହେମକାନ୍ତକୁ ସେ ଭଲପାଏ। ହେମକାନ୍ତଠାରୁ ସେ ଦୂରେଇ ପାରିବନି। ଉଦ୍ବେଗରେ କୋଠରୀ ମଧ୍ୟରୁ ବାହାରକୁ ବାହାରି ଆସିଲା ହେମକାନ୍ତ। ଏକମୁହାଁ ହୋଇ ଚାଲିଲା ମାଖନ୍ ଚୌଧୁରୀଙ୍କ ଘରଆଡ଼େ। ଠିକ୍ ମାଖନ୍ଚୌଧୁରୀଙ୍କ ଦ୍ୱାରା ସମ୍ମୁଖରେ ସ୍ତମ୍ଭୀଭୂତ ହୋଇ ଠିଆ ହୋଇଗଲା ହେମକାନ୍ତ। ଏ କ'ଣ ଘର ଆଗରେ ତାଲା ଝୁଲୁଛି। ତେବେ ଚନ୍ଦ୍ରାବତୀ ଗଲା କୁଆଡ଼େ ଅନ୍ୟମନସ୍କ ଭାବରେ ତଳକୁ ଚାହିଁଲା ହେମକାନ୍ତ। ହଠାତ୍ ହେମକାନ୍ତର ଭ୍ରୂକୁଞ୍ଚିତ ହୋଇଗଲା। କୋଠରୀ ସମ୍ମୁଖରେ କାର୍ର ଚକ ଚିହ୍ନ। ତେବେ କ'ଣ ଚନ୍ଦ୍ରାବତୀ କେଉଁ ବନ୍ଧୁଙ୍କର ଅନୁରୋଧ ରକ୍ଷାକରି କୁଆଡ଼େ ଯାଇଛି? ଯାଇପାରେ ଚନ୍ଦ୍ରାବତୀ ପରାଙ୍ଗପୁଷ୍ଟା ବାଳିକା। ଅନେକ କଥା ଆଜି ମନେ ପକାଉଛି ହେମକାନ୍ତ। ସମୟ ବିଶେଷରେ ମାଖନ୍ ଚୌଧୁରୀଙ୍କର ଘର ଆଗରେ କଳା ଆମ୍ବାସଡ଼ର କାର୍ଟିଏ ଲାଗେ। କିଛି ସମୟ ପରେ ତା' ଭିତରେ ବସେ ଚନ୍ଦ୍ରାବତୀ। ପବନ ବେଗରେ ଛୁଟିଚାଲେ କାର୍ର ଗତି। ତେବେ କ'ଣ ଆଉ ଭାବି ପାରୁନି ହେମକାନ୍ତ। ଅଧ୍ୟାପକ ଜୀବନର ଏ ଚରମ ବିଫଳତା ତାକୁ ଗ୍ରାସ କରିଯାଇଛି। ପାଗଳ ଭଳି ସେ ଫେରି ଆସିବାକୁ ଚେଷ୍ଟାକରିଛି ନିଜର କୋଠରୀକୁ। ଆଜି କଟକ ସହରର ଏ ରାସ୍ତା ଏ ଘର ଏ ପାଣିପାଇପ୍ ସମସ୍ତେ ବିଦ୍ରୂପ୍ତ କରୁଛନ୍ତି ତାକୁ। ସୃଷ୍ଟି ଛଡ଼ା ମଣିଷ ହେମକାନ୍ତ। ତା' ମନରେ ଅଧ୍ୟାପକତ୍ୱର ଗ୍ଲାନି ନାହିଁ। ହେଲେ ରହିଛି ଏକ ଅହେତୁକୀ ମର୍ମ ବେଦନା। ଏଇ ବେଦନା ଲାଗି ସେ ଚିତ୍କାର କରେ କଲେଜର ଶ୍ରେଣୀ ଗୃହରେ। ହୁଏତ ହେମକାନ୍ତର ଚିତ୍କାରକୁ ଅନ୍ୟ କେହି ବୁଝନ୍ତିନି। ଅନ୍ୟ କାହାରି ବୁଝିବାର ମଧ୍ୟ ଆବଶ୍ୟକତା ନ ଥାଏ। କିନ୍ତୁ ହେମକାନ୍ତ ଯେ ଜଣେ ମଣିଷ ଏକଥା ଅସ୍ୱୀକାର କରନ୍ତିନି କେହି କୋଠରୀ ଭିତରକୁ ପଶି ଆସି ଚିତ୍ ହୋଇ ଖଟଉପରେ ଶୋଇପଡ଼ିଲା ହେମକାନ୍ତ। ପ୍ରବଳ ପରାଜୟ ପରେ ପାକିସ୍ଥାନୀ ସୈନିକମାନେ ଯେମିତି ଲହୋର ସହରରୁ ଦୂରେଇ ଯାଇଥିଲେ—ସେମିତି ପରାଜୟର ଆତ୍ମଶୋଚନାରେ ଚନ୍ଦ୍ରାବତୀଠାରୁ ଦୂରେଇ ଆସିଛି ହେମକାନ୍ତ-। ରାତି ପ୍ରାୟ ବାରଟା। କଡ଼ ଲେଉଟାଇବାକୁ ଚେଷ୍ଟା କରୁଛି ହେମକାନ୍ତ। ବାହାରେ ଝଞ୍ଜିରକୁ ଆଘାତ କରି କେହି ଡାକିବାକୁ ଚେଷ୍ଟା କରୁଛି। ତେବେ କ'ଣ କେହି ଅତିଥି ଆହୁରି ବାକି ରହି ଯାଇଥିଲେ? ଠିକ୍ ସମୟରେ ନିମନ୍ତ୍ରଣ ରକ୍ଷାକରି ଆସିଥିଲେ ଅତିଥିମାନେ। କିନ୍ତୁ ହେମକାନ୍ତର ଦେହ ଖରାପ ଶୁଣି ଫେରି ଯାଇଥିଲେ ଯେ ଯୁଆଡ଼େ। କେତେ ଜଣ ଖଟ ଉପରେ ବସି ସମବେଦନାର ସ୍ୱର ତୋଳି ସାନ୍ତ୍ୱନା ଦେଇଥିଲେ ହେମକାନ୍ତକୁ। ଯାହାହେଉ... ପରିସ୍ଥିତିରୁ ରକ୍ଷା ପାଇଥିଲା ହେମକାନ୍ତ। କବାଟ ଉପରେ ଆଘାତ ଦୃଢ଼ରୁ ଦୃଢ଼ତର ହେଉଛି। ଆଉ ନୀରବ ରହି ହେବନି, ଉଠିଯାଇ କବାଟ ଖୋଲିଲା ହେମକାନ୍ତ। ଆଶ୍ଚର୍ଯ୍ୟ ଓ ଅଭିମାନରେ ଭାଙ୍ଗି ପଡ଼ିଲା ହେମକାନ୍ତ। ସ୍ୱର୍ଗ ଅପସରାର ଅଙ୍ଗ ସଜ୍ଜା ନେଇ କୋଠରୀ ମଧ୍ୟକୁ ପଶିଆସୁଛି ଚନ୍ଦ୍ରାବତୀ...। ଚିତ୍କାର କରି କମ୍ପି ଉଠିଲା ହେମକାନ୍ତ। ଚନ୍ଦ୍ରାବତୀ! ଭୟବିହ୍ୱଳିତ କାତର କଣ୍ଠରେ କରୁଣ ଭାବରେ ଚନ୍ଦ୍ରାବତୀ କହିଲା ମୋତେ କ୍ଷମା କରିବେ ହେମକାନ୍ତ ବାବୁ ମୁଁ ଆପଣଙ୍କ ଅନୁରୋଧ ରକ୍ଷାକରି ପାରିନି। ବହୁ ଡେରି ହୋଇଯାଇଛି, ଦିଅନ୍ତୁ ହେମକାନ୍ତ ବାବୁ! ମୁଁ ବର୍ତ୍ତମାନ ସବୁ କାମ କରିଦେବି। '' ତାତ୍ସଲ୍ୟ କରି ହେମକାନ୍ତ କହିଲା—ଜନ୍ମବାର୍ଷିକୀର ପବିତ୍ର ସମୟ ରାତି ତାରଟା ପର୍ଯ୍ୟନ୍ତ ଅପେକ୍ଷା କରେନି ଚନ୍ଦ୍ରାବତୀ ସେ ଠିକ୍ ଚାଲିଯାଏ ତା'ର ନିର୍ଦ୍ଧାରିତ ସମୟରେ।